ମୁଁ ଗାଁର ଲୋକଙ୍କୁ ନାରଣର ଠିକଣା ପଚାରେ, କେହି କହି ପାରନ୍ତିନି ତାର ଦାଦା କକା ପୁଣି ଭାଇମାନେ କେହି କିଛି ଜାଣନ୍ତିନି ବୋଲି କହନ୍ତି। ତା ମାମୁଁ ଘରକୁ ଚିଠି ଦିଏ ଉତ୍ତର ମିଳେନି। ବହୁତ ଖୋଜିବାପରେ ନାରଣକୁ ମୁଁ ଏକ ରକମ ଭୁଲି ଯାଇଥିଲି। ଥରେ ହଠାତ୍ କର୍ମବ୍ୟସ୍ତତା ମଧ୍ୟରେ ଖଣ୍ଡିଏ ଚିଠି ପାଇଲି ଡେରାଡୁନ୍ରୁ। ସଂକ୍ଷେପରେ ଚୁମ୍ବକରେ କେତୋଟି କଥା ଲେଖା ହୋଇଥାଏ, ତଳେ କାହା ନାଁ ଗାଁ କିଛି ନ ଥାଏ ଖାଲି ଥାଏ, ଇତି ତୋର କଳକତୁରୀ। ଚିଠିଟି ଇଂରେଜୀ ଅକ୍ଷରରେ। ନାରଣର ଓଡ଼ିଆ ଅକ୍ଷର ସହିତ ପରିଚିତ ଥିଲି, ଇଂରେଜୀ ଅକ୍ଷର ସହିତ ନୁହେଁ, କାରଣ ସେ ଇଂରେଜୀ ପଢ଼ିବା ପୂର୍ବରୁ ଆମେ ପରସ୍ପରଠାରୁ ଅଲଗା ହୋଇ ଯାଇଥିଲୁ। ତେଣୁ ଅକ୍ଷର ପରିଚୟର ଅବକାଶ ନ ଥିଲା। ସେଇ ଦି ତିନିମିନିଟ ଏଇ କାହାଚିଠି ଭାବି ଭାବି କୌଣସି କୂଳ କିନାରା ନ ପାଇ ଚିଠିଟିକି ଫାଇଲ ଭିତରେ ଗୁଞ୍ଜି ଦେଇଥିଲି। ଅବଶ୍ୟ ଏଇ ନାରଣ ଛଡ଼ା କିଏ ହୋଇନଥିବ। କିଛି ସମୟ ଭାବିଥିଲି କିନ୍ତୁ ନାରଣ ହୋଇଥିଲେ ତା ଚିଠିରେ ତା ନିଜ ଠିକଣାଟା ନଦେଇ ରୁହନ୍ତା ନାହିଁ ବୋଲି ମଧ୍ୟ ଭାବିଥିଲି। ନାରଣ ନିଜକୁ ମୋ ପାଖରେ ଲୁଚେଇ ଏକ ସସପେନ୍ସ କ୍ରିଏଟ୍ କରିବାକୁ ଯେ ଚାହୁଁଥିଲା, ତା ଆଜି ଜାଣିଲି। ନାରଣ ଆଇ. ପି. ଏସ୍ ପଦବୀ ପାଇ ଯାଇଥିଲା, ଡେରାଡୁନ୍ ଟ୍ରେନିଂ ପାଇଁ। ତା ପରେ ସେ ହୋଇଚି ପୁଲିସ ହାକିମ,କୋରାପୁଟରୁ, ଭବାନିପାଟଣା ସେଇଠୁ ସୁନ୍ଦରଗଡ଼ ସେଇଠୁ ମୟୁରଭଞ୍ଜ। 'ଓଡ଼ିଶା ଗେଜେଟ' ହେଡ଼ିଂ ଲେଖି ତା ତଳେ "ଶ୍ରୀ ନାରଣ ଦାସ ବଦଳି, ହେଲେ ଅମକ ସ୍ଥାନରୁ ଅମକକୁ'' ଇମିତି କେତେଥର ଲେଖିଚି କିନ୍ତୁ ଦିନେହେଲେ ବି ଲେଖିଲାବେଳେ, ଏଇ ନାରାୟଣ ଦାସଟି ଯେ ମୋର ବନ୍ଧୁ ନାରାୟଣ ଡାକୁଆ, ତାହା ଭୁଲରେ ସୁଦ୍ଧା ଭାବି ନ ଥିଲି। ନାରାୟଣ କଟକ ବଦଳି ହୋଇ ଆସିଲା,ଲୋକଙ୍କ ମୁହଁରୁ ନାନା କଥା ଶୁଣିଲି। କିଏ କହିଲା ନିହାତି ଚୋରଟା, ଲାଂଚୁଆଟା। କେହି କେହି କହିଲେ କଡ଼ା ଅଫିସର। ମୁଁ ତା ବିଷୟରେ କିଛି ଜାଣି ନ ଥିଲେ ମଧ୍ୟ କୁହାଳିଆ ଭାବରେ ଏହି କହିବାଲୋକଙ୍କ ସହିତ ପାଳିଧରେ। ସେ ଯେଉଁଦିନ କଟକକୁ ଆସିଲା ସେଇଦିନ ଅଫିସରୁ ଫେରି ଘରେ ଦେଖିଲି, ଆମ ଘରେ ତାଲାବନ୍ଦ। ପଡ଼ିଶାଘରୁ ଶୁଣିଲି, କିଏ ଜଣେ ସ୍ତ୍ରୀ ଲୋକ ଆସିଥିଲେ ମଟରରେ, ଆମ ପିଲାପିଲିଙ୍କୁ ଧରି ଯାଇଛନ୍ତି, ତାଙ୍କ ଘରକୁ। ବିରକ୍ତ ହୋଇ ଫେରିଯାଉଥିଲି, ଜଣେ ପୁଲିସ କନଷ୍ଟେବଲ୍ ଆସି ଖବର ଦେଲା ଏସ୍. ପିଙ୍କ ଘରକୁ ଯିବାପାଇଁ। ପୁଲିସ ହାକିମ ନାରାୟଣ ଦାସଙ୍କ ଘରକୁ ଗଲି ବଡ଼ ସନ୍ତର୍ପଣରେ। କିଛି ଖରାପ ନଥିଲେ ପୁଲିସ ଡାକରା ମିଳେନା। ପୁଲିସ ହାକିମଙ୍କ ଘରୁ ଡାକରା ଯେତେବେଳେ ଆସିଚି, ମନେ ମନେ ଭାବିଲି, ଗୋଟାଏ ଅତି ବଡ଼ ଦୋଷ କରି ପକେଇଚି ନଚେତ୍ ଦୁଆର ମୁହଁରେ ଦେଖିଲି ଜଣେ ତରୁଣୀ। ଦୂରରୁ ଦେଖି ଯେମିତି ମନେହେଲା, ପାଟିକରି ଉଠିଲେ, ଧରିଆଣ ଧରିଆଣ ବୋଲି। ପାଖକୁ ଲାଗି ଆସିବାମାତ୍ରେ ସେଇ ସ୍ତ୍ରୀ ଲୋକଟି କହିଲେ, ତୁମେ ଚିହ୍ନି ପାରିବନି, ମୁଁ କିନ୍ତୁ ତୁମକୁ ଚିହ୍ନେ, ତୁମେ ମୋର ଦିଅର ମୁଁ ତୁମ ଭାଉଜ। ଭାଉଜ? ମନେ ମନେ ଭାବିଲି, କୋଉ ଲେଖାରେ? ମୁଁ ତ ଆମ ଘରେ ସବୁଠୁ ବଡ଼। ମୋଠୁ ବଡ଼ ଯଦି କେହି ଥାଆନ୍ତେ, ହୁଏତ ତାଙ୍କ ସ୍ତ୍ରୀ ଦେଖିଲି ସ୍ତ୍ରୀ ଲୋକଟି ଭାରି ମୁଖରା। ମୁଁ କୌଣସି କଥା ନ କହୁଣୁ ପଥର ଛେଚିଲାଭଳି ପନ୍ଦର କୋଡ଼ିଏଟା ବାକ୍ୟ ତଥାକଥିତ ଭାଉଜ ମୋ ହାତକୁ ଧରି ଝିଙ୍କି ନେଇଗଲେ।